ଜାଣିଛନ୍ତି ଡାକ୍ତରବାବୁ-ବାପା। ଆଜି ଉପରୁ ଓହ୍ଲାଇଆସି ଚୁପ୍ଚାପ୍ ହୋଇ ଚାଲିଯାଇଛନ୍ତି ବଗିଚା ବୁଲିବାକୁ ଏକ୍ଦମ୍ ସକାଳଟାରୁ। ବହୁତ ଥଣ୍ଡା ଲାଗିଛି ଆଜି, କ'ଣ ହେବ କେଜାଣି। କିଛି ହେବନି ମା', କିଛି ହେବନି। ବୁଝିଲେ ଡାକ୍ତରବାବୁ-ମାଆ ମୋର ମରିଯାଇଛନ୍ତି ବହୁତ ଦିନ ହେଲା। ସନ୍ତାନ ଲାଗି ମା'ର ବ୍ୟାକୁଳତା ତୁମେ ନିଶ୍ଚୟ ଅନୁଭବ କରୁଥିବ, ବୁଝିପାରୁଥିବ ସେଇ ବ୍ୟାକୁଳତା ସନ୍ତାନ ସନ୍ତତିର କେତେ କାମ୍ୟ। ସେଇ ବ୍ୟାକୁଳତା ମୁଁ ଏଇ ବୁଢ଼ାଦିନ ପର୍ଯ୍ୟନ୍ତ ପାଇଯାଉଛି। କେଡ଼େ ଭାଗ୍ୟବାନ ମୁଁ କହିଲି। ମୋ ଲାଗି ମୋ ଟିକି ମାଆ ମନ ଆହୁରି ବ୍ୟାକୁଳ ହେଉ ଏଇଆ ମୁଁ ଚାହେଁ। ତେଣୁ ମୁଁ ଏତେ ଅବାଧ୍ୟ ହୁଏ। ମୋ ଟିକି ମା' ଭିତରେ ମୋର ହଜିଗଲା ବୋଉକୁ ମୁଁ ଖୋଜିପାଇଛି। କହୁ କହୁ ଚୁପ୍ ହୋଇଗଲେ ବୃଦ୍ଧ। ସତେଯେପରି ପ୍ରାଣହୀନ ଏକ ଷ୍ଟାଚ୍ୟୁ। ଅଳକା ଚାଲିଯାଇଥିଲେ ରୋଷେଇ ଘରକୁ। ଡାକ୍ତର ପଚାରିଲେ-କ'ଣ ହେଲା ମଉସା! ଚୁପ୍ ହୋଇ ରହିଗଲେ କାହିଁକି? -ଏଁ, ଚୁପ୍ ହୋଇ ରହିଗଲି କାହିଁକି ପଚାରୁଛ? ଡାକ୍ତର, ମେଘ ଦେଖି ମୟୂର ନାଚେ, ଖୁବ୍ ନାଚେ। ନାଚୁ ନାଚୁ ଏକ ସମୟରେ ତା'ର ନିଜର ଗୋଡ଼ ପ୍ରତି ନଜର ପଡ଼େ। ତାପରେ ସେ ଆଉ ନାଚେନି। ଭାବେ ମୁଁ ଏତେ ସୁନ୍ଦର ଆଉ ମୋ ଗୋଡ଼ ଦୁଇଟି କି ଅସୁନ୍ଦର। ଏ ଗୋଡ଼ରେ ନାଚିଲେ ମୋତେ କ'ଣ ସୁନ୍ଦର ଦିଶୁଥିବ। ତାପରେ ସେ ମୋରି ପରି ଚୁପ୍ ହୋଇଯାଏ, ସ୍ଥିର ହୋଇଯାଏ। ମୋର ମାତୃହରା କନ୍ୟା ପାଖରେ ମୁଁ ଆଙ୍କି ବସିଲି ଗୋଟିଏ ସ୍ନେହମୟୀ ଜନନୀର ଚିତ୍ର। ଅଥଚ, ତା'ର ମାଆ ନ ଥିବାର କାରଣ ହୋଇଛି ମୁଁ ନିଜେ। କି ନିଷ୍ଠୁର ଡାକ୍ତର ମୁଁ, କି ନିଷ୍ଠୁର। -ମଉସା, ନିଜର ଦେହ ମନକୁ କାହିଁକି ଏତେ କଷ୍ଟ ଦିଅନ୍ତି, ମୁଁ ଜାଣେନା। କି ଅବ୍ୟକ୍ତ ଯନ୍ତ୍ରଣା ଆପଣଙ୍କ ବୁକୁରେ ଅହୋରାତ୍ର ଗୁମୁରି ଗୁମୁରି ଉଠେ। ଆପଣ ନ କହିଲେ ମୁଁ ବି ଜୋର କରି ଜାଣିବାକୁ ଚାହିଁବିନି। ତଥାପି କହୁଛି-ଏପରିକି ସେ ବ୍ୟଥା, ଯାହା ଆପଣ ମନରୁ ତଡ଼ି ପାରୁନାହାନ୍ତି। ସେ ବ୍ୟଥାର ଓଜନ ଯେତେ ଗୁରୁ ହେଉନା କାହିଁକି ଆପଣ ଭୁଲିଯିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପୁଅ, ଝିଅ ଆଉ ମୁଁ-ହଁ, ମୁଁ-ଆମେ ସମସ୍ତେ କେତେ ଖୁସି ହବୁ, ଆପଣଙ୍କୁ ସୁସ୍ଥ ଆଉ ସହଜ ଦେଖିଲେ। ସୁସ୍ଥ ଆଉ ସହଜ! ନା ଡାକ୍ତର ନା, ଜୀବନ ସାୟାହ୍ନରେ ପହଞ୍ଚି କୈଶୋରର ସୂର୍ଯ୍ୟକୁ ମୁଗ୍ଧ ଆଖିରେ ଚାହିଁବାର ଆକାଂକ୍ଷା ମୋର ଆଉ ନାହିଁ। ଏଇ ମୋର ଘୁଣଖିଆ ହାଡ଼, ତା'ର ପୁଣି ସୁସ୍ଥତାର କି ପ୍ରୟୋଜନ! ଆଉ ସହଜତା କଥା କହୁଛ, ମୁଁ କ'ଣ ବଡ଼ ବେଶୀ ଅସହଜ! ଛାୟା ତ ମୋତେ ବେଶ୍ ବୁଝିପାରୁଥିଲା, ସେ ମୁହଁ ଦେଖିତ ଅନ୍ତର ଜାଣିପାରୁଥିଲା। ମୁଁ କ'ଣ କରିଆସିଲି ଆଉ କ'ଣ କରିବାକୁ ଯାଉଛି, ସବୁ ସେ ଜାଣିପାରୁଥିଲା। ଆଶ୍ଚର୍ଯ୍ୟ ତା'ର ଆଖି। ସେ ତା' ଆଖି ଦୁଇଟିରେ ମତେ ଦେଖି ଦେଖି ସେ ସବୁ ଜାଣିପାରୁଥିଲା। ମୁଁ ତ ତାହାହେଲେ ଅସହଜ ନୁହେଁ। ମଉସା, ଅଳକା ଦେବୀ ଆସୁଛନ୍ତି। ସେ ଦୁଃଖ କରିବେ। ଆପଣ ଚୁପ୍ ହୋଇଯାଆନ୍ତୁ-। -ବାଃ, ଭାରି ସୁଗନ୍ଧ। ଆଜି ପୁଣି କ'ଣ ନୂଆ ଜଳଖିଆ ତିଆରି କଲେ। ଆମ ପାଇଁ କେତେ ପରିଶ୍ରମ କରୁଛନ୍ତି। ପରିଶ୍ରମ ଆଉ କ'ଣ ଡାକ୍ତର ବାବୁ! ଆପଣମାନେ